ସେ ଜଣେ ଭକ୍ତ, ଯାଇଥିଲେ ଭଗବାନଙ୍କୁ ଆଣିବାକୁ। ଦେଖାଗଲା ଶ୍ରାନ୍ତ କ୍ଳାନ୍ତ ହୋଇ ଜଣେ କର୍ମୀ ସତେ ଯେମିତ ଶୂନ୍ୟରୁ ଓହ୍ଲାଇ ଆସି ହାତଯୋଡ଼ି କହୁଛନ୍ତି… "ମୁଁ ପାରିଲିନାହିଁ, ମୁଁ ବାବାଙ୍କର ପରମ ଭକ୍ତ ହେଲେ ବି ମୁଁ ପାରିଲିନାହଁ; କିନ୍ତୁ କେତେ ଅଳିକଲି, ହଜାର ହଜାର ଲୋକ, କେବଳ ଓଡ଼ିଶାର ନୁହେଁ, ସମଗ୍ର ଭରତବର୍ଷର ଆପଣଙ୍କୁ, ହେ ବାବା ଅପେକ୍ଷା କରିଛନ୍ତି, ଦର୍ଶନ କରିବେ, ସୁମଧୁର ବଚନ ଶୁଣିବେ, ଶୂନ୍ୟରୁ ଆପଣଙ୍କର ଅଲୌକିତ ଶକ୍ତିର ବିତରଣ କ୍ରିୟାକୁ ଦେଖି ମୁଗ୍ଧ ହେବେ; କିନ୍ତୁ ହେଲାନାହିଁ, କଅଣ ବାବା କହିଲେ ଜାଣ? ଜନତା ଉତ୍ତେଜିତ କଣ୍ଠରେ ପଚାରିଲେ, -କଅଣ? -ସେ କହିଲେ, ଆପଣମାନେ ଆହୁରି ଖୋଲନ୍ତୁ, ଖୋଲନ୍ତୁ, ଖୋଲନ୍ତୁ… ଜନତା ଭିତରୁ ଚତ୍କାର ଆସିଲା-ଆମେ ଆମର ସର୍ବସ୍ଵ ଚାନ୍ଦା ଦେଇଛୁ। ସେ ଟଙ୍କା କୁଆଡ଼େ ଗଲା? ଆଉ ବେଶି କଅଣ ଖୋଲିବୁ? ଏତିକିବେଳେ ମହିଳାମାନେ ବାହୁନା ଆରମ୍ଭ କରିଦେଲେ… ହାଇଲୋ ସୁଶୀଳା! ତୁ ଛଅମାସ ହେଲା କେଉଁଠି ଅଛୁ ଲୋ! ''ହଇଏ, ତମେ ଛଅମାସ କାହା କୁଞ୍ଜରେ ରହିଲ କି? " ପ୍ରବଳ କ୍ରନ୍ଦନଧ୍ଵନି। ଭଙ୍ଗା କୁଣ୍ଢେଇକୁ ଯୋଡ଼ିବାର ପ୍ରୟାସ। ଘର ମନେପଡ଼ିଲା ଏତେବେଳକୁ! ଜନତାର ଚିତ୍କାର… ଚାଲ ଗୃହାସ୍ଥଶ୍ରମକୁ… ସେଇଠାରେ ଭଗବାନ ଅଛନ୍ତି ପରସ୍ପର ସ୍ନେହ-ପ୍ରୀତିରେ ବାନ୍ଧି ହୋଇ ଆଧ୍ୟାତ୍ମିକତାରେ ଜୀବନକୁ ଛନ୍ଦୋମୟ କରିବା–ଏ ବାବା-ଫାବା ଉତ୍ତମ କଥା ହେଲେ ବି ଆମେ ସମ୍ଭାଳି ପାରନ୍ତୁ; କାରଣ ଆମେ କ୍ଷୁଦ୍ର-ପ୍ରାଣ, କ୍ଷୁଦ୍ର ଆମର ସାଞ୍ଚାରଭୂମି। ଜନତା ଜାଣିବାକୁ ଚାହିଁଲା-କଅଣ ଆଉ ଖୋଲିବୁ? ଆପଣ କଅଣ କହୁଥିଲେ ଖୋଲିବା କଥା? ଅଦ୍ଧପକ୍ଵ ଶ୍ମଶ୍ରୁମୟ ମୁହଁଟି ଥରିଉଠିଲା ଭକ୍ତଙ୍କର–ସେ କହିଲେ; ବାବା କହିଛନ୍ତି, ଯାଅ, ଭକ୍ତମାନଙ୍କୁ ମୋର ବାର୍ତ୍ତା ଦିଅ–ସେମାନେ ଖୋଲନ୍ତୁ–ଖୋଲନ୍ତୁ–ଆହୁରି ଖୋଲନ୍ତୁ–ସଫା କରନ୍ତୁ। ବକ୍ତା ଆଗେଇବାରେ ଥରିଗଲେ; କହିଲେ–ତେବେ ଯାଇ ସେ ଆସିବେ। ଜନତାର ସେଇ ଏକ ଚିତ୍କାର– "କଅଣ ଖୋଲବୁ? " ଉଦାତ୍ତ ଉତ୍ତର ମିଳିଲା– "ହୃଦୟ… ହୃଦୟ… " ମଣି ଓ ମନ୍ତନର ଘୋଡ଼ାମାନେ ନାଚୁଛନ୍ତି। ଯାତ୍ରା ଘୋଡ଼ା ଦୁଇଟି ମାତ୍ର… ତାଙ୍କ ଗଳାରେ ଘଣ୍ଟି ଘାଘୁଡ଼ି… ବେକକୁ ସବୁଆଡ଼େ ପ୍ରସାରିତ କରି ସେମାନେ ନାଚୁଥିଲେ। ସେମାନଙ୍କର ଗୋଡ଼ ନ ଥିଲା। ଅଶ୍ଵର ଖୁରା କହିଲେ ଯାହା ବୁଝାଯାଏ, ତାହା ସବୁ ନ ଥିଲା। ମଣିଷ ସେ ଅଭାବ ପୂରଣ କରୁଥିଲା। ତେଣୁ ଯେତେବେଳେ ଡାକବାଜି ଯନ୍ତ୍ରରେ ଜଣେ କେହି ମଣ୍ଡପ ଉପରୁ ଚତ୍କାରକଲେ-ହେଃ… ହେଃ ଘୋଡ଼ାନାଚ ବନ୍ଦ କର, ବର୍ତ୍ତମାନ ସଭା ଆରମ୍ଭ ହେବ, ସେତେବେଳେ ନାଚୁଥିବା ମଣିଷ ଦୁଇ ଜଣ ଥମିଗଲେ। ଆପେ ଆପେ ଘୋଡ଼ା ବି। ଘୋଡ଼ା ଦି'ଟା ପଥର ଭଲ ହୋଇଗଲେ। ଯିମିତି ସେପଟୁ ବଉଳ ଛୁରିଅନା ବଣ ଶ୍ମଶାନରେ ପାଞ୍ଚଜଣ ସାଥୀ ପଥର ପାଲଟି ସମାଧି ତଳେ ନିଥର ହୋଇଯାଇଛନ୍ତି। ସେ ସଭାର ଆକର୍ଷଣ ବହୁତ କିଛି ଥିଲା। ବାର୍ ଲାଇଟ୍ ବହୁତ ଜଳୁଥିଲା। ନାଲି, ନେଳୀ, ହଳଦି ରଙ୍ଗର କେତେ କିସମର ବିଜୁଳିବତି। ଲୋକମାନେ ଚଉକି ଉପରେ ପୁଣି ପଡ଼ିଆ ଘାସ ଉପରେ ବସି ମେଳା ରଚନା କରିଥିଲେ। ଯୁବା, ଯୁବତୀ, ପିଲା। ପଡ଼ିଆଟା ଲୋକଗହଳିରେ ଫାଟିପଡ଼ୁଥିଲା। ଅଗଣନ ଜନତା। ବିମାନଟିଏ ବି ଥିଲା; ପଞ୍ଚ ଦୋଳରେ ଯେମିତି ବିମାନ ସାଜିଥାଏ। ତା ଭିତରେ କେହି ଦେବତା ନଥିଲେ। ରାଧା, କୃଷ୍ଣ କି ମଦନମୋହନ। ଗୋଟାଏ ଫଟା ସେବି ସଫା ଦିଶୁ ନ ଥାଏ। ଗୁଡ଼ାଏ ଫୁଲହାର ସେ ଫଟ ଉପରେ ଅଜାଡ଼ି ରହିଥିଲା। ଏଡ଼େ ବଡ଼ ବିଜୁଳି ଆଲୁଅ ଥୋପମାନଙ୍କରେ କାମେରାରୁ ଫଟ ଉଠୁଥିଲା। ସମସ୍ତଙ୍କ ମୁଖମଣ୍ଡଳ ଉଜଳିଯାଇଥିଲା କିଛି ସମୟ ପାଇଁ। ମଞ୍ଚଟିଏ ଅବଶ୍ୟ ଥିଲା। କେହି କେହି ତା ଉପରେ ବସିଥିଲେ। ସେମାନେ ବାରିହୋଇଯାଉଥିଲେ। ତାଙ୍କର ଆତ୍ମତୃପ୍ତି ଆସୁଥିଲା ଯେ ସେମାନେ ମଣ୍ଡପ ଉପରେ ବସିଛନ୍ତି। ସ୍ତ୍ରୀଲୋକଟିଏ ଓ ତାଙ୍କୁ ଘେରି କେତେକ ପୁରୁଷ। ଘୋଡ଼ାନାଚ ବନ୍ଦ ହୋଇଯିବାରୁ ଛୋଟ ଛୋଟ ଶିଶୁଙ୍କର ମନ-ଆକାଶରେ ବାଦଲ ଛାଇ ହୋଇଗଲା। ସେମାନଙ୍କୁ କାନ୍ଦ ମାଡ଼ିଲା। କିଏ ବି ସତ ସତ କାନ୍ଦିଲେ। ଜଣେ ମାଇପି ମଞ୍ଚ ଉପରେ ବସିବା ଆଗରୁ ମୁଣ୍ଡରେ ଓଢ଼ଣା ଦେଇ ଗୋଟାଏ ଆଲୁଅର ମଶାଲକୁ ବେଣ୍ଟ ଧରି ପୋତିଦେଲା ତୁଳସୀ ଚଉତରା ଭଳି ଜାଗାରେ। ହାରବୋଲ, ହୁଳହୁଳି ଓ ହତତାଳି ଶୁଭିଲା। ଏହି କାର୍ଯ୍ୟଟି କଲାବେଳେ ତାଙ୍କର ମୁହଁଉପରକୁ ସବୁଆଡ଼ୁ ଉଜ୍ଜ୍ଵଳ ଆଲେକ-ବନ୍ୟା ମାଡ଼ିଆସିଲା। ସେ ସେଇ ଢେଉ ଭତରେ ନାଗକନ୍ୟା ଭଲ ସୁନ୍ଦର ହସ ହସିଦେଲେ।